'ଆଉ ଆପଣ? ' ମୁଁ ଏଇ ନର୍କ ଯନ୍ତ୍ରଣାରେ ଘାଣ୍ଟି ହୋଇ ପ୍ରତ୍ୟେକ ଦେହଲୋଭୀ ପୁରୁଷକୁ ଜଳାଇ ମାରିବି ଏଇ ଦେହର ନିଆଁରେ। ମିସ୍ ସୁଷମା ସାକ୍ସେନା ରୁବି ହେବା ଦିନରୁ ଏଇ ଶପଥ ନେଇଛି। ତା'ପରେ ରୁବି ମୋ' ହାତକୁ ଚାପିଧରି ଅନୁରୋଧ କରିବା ଭଙ୍ଗୀରେ କହିଲା-ମି. ମହାନ୍ତି! ମୋର ଗୋଟିଏ ଅନୁରୋଧ, ରଖି ପାରିବେ? ମୁଁ ଶଙ୍କିତ ହେଲି। ମୋ' ପାଖରେ ଗୋଟିଏ କାବ୍ରେ ଡାନ୍ସରର ବା କି ଅନୁରୋଧ ଥାଇପାରେ? ସେ କହିଲା-ମି. ମହାନ୍ତି! ଆପଣ ଜଗନ୍ନାଥଙ୍କୁ ଚାହିଁ ନିୟମ କରନ୍ତୁ, ଆପଣ ଆଉ କେବେ କାବ୍ରେ ଡାନ୍ସକୁ ଆସିବେନି। ମୁଁ ଆଶ୍ଚର୍ଯ୍ୟ ହୋଇ ରୁବି ଆଡ଼େ ଚାହିଁଲି। ଆପଣ ପାରିବେନି? ମୁଁ ତ ପ୍ରଥମଥରପାଇଁ କାଲି ଆସିଥିଲି। ସେଠାକୁ ଯିବା ମୋର ଅଭ୍ୟାସ ନୁହେଁ କି ସଉକ ବି ନୁହେଁ। ମୁଁ ଜାଣେ ଆପଣ ଏ ପଥରେ ଅନଭ୍ୟସ୍ତ। ମୋ'ହାତ ଭିତରେ ଆପଣଙ୍କ ହାତ ଥରି ଉଠି ଥିଲା କାଲି। ଅଭ୍ୟସ୍ତ ଗରାଖଙ୍କ ପାଖରେ ଏ ପ୍ରକାର ଦୁର୍ବଳତା ମୁଁ କେବେ ଦେଖିନାହିଁ; କିନ୍ତୁ ମଦର ସ୍ଵାଦ ଜାଣିବା ପାଇଁ ମଦ ଚାଖୁ ଚାଖୁ ମଦ୍ୟପ ହେଲାପରି ଏଇ ନୃତ୍ୟକୁ ଥରେ ଦେଖିବାକୁ ଆସି ନିତ୍ୟ ଗରାଖ ନ ହୋଇ କେହି କେବେ ଫେରିଯାଇନି। ସେଥିପାଇଁ ମୋର ଏ ଅନୁରୋଧ। କିନ୍ତୁ ବ୍ୟବସାୟୀ ମୁହଁରେ ତା' ବ୍ୟବସାୟର ନିନ୍ଦା କ'ଣ ଶୋଭାପାଏ ରୁବି? ମୁଁ ହସି ହସି କହିଲି। ନା, ଆଦୌ ନୁହେ; କିନ୍ତୁ ଆପଣଙ୍କୁ ଦେଖି ମୋ' ମନ କହୁଛି-କେତେ ଅଛନ୍ତି ଯେଉଁମାନେ ଫୁଲର ରୂପରେ ମୁଗ୍ଧ ହୁଅନ୍ତି ସତ କିନ୍ତୁ ରୂପର ମୋହ କଟି ଯିବାପରେ ତାକୁ ଦଳି ମନ୍ଥି ନଷ୍ଟ କରିଦିଅନ୍ତି। କେତେ ଅଛନ୍ତି ସେଇ ହସ ହସ ଫୁଲର ନୈସର୍ଜକ ସୌନ୍ଦର୍ଯ୍ୟ ଓ ସୁବାସକୁ କେବଳ ଉପଭୋଗ କରନ୍ତି ଦୂରରେ ଥାଇ ଓ ଆଉ କେତେ ଅଛନ୍ତି ସେଇ ଫୁଲକୁ ଠାକୁରଙ୍କ ପାଦତଳେ ଅର୍ପଣ କରନ୍ତି ଭକ୍ତିପୂତ ଚିତ୍ତରେ। ଆପଣ ମୋତେ ଦେଖି କଅଣ ଭାବିଲେ? ସେ ହସି ହସି କହିଲା-ଆପଣ? ଆପଣ ପ୍ରଥମ ଶ୍ରେଣୀୟ ଆଦୌ ନୁହନ୍ତି। ତା'ପରେ କହିଲା-ମି: ମହାନ୍ତି। ମୁଁ ରୁବି କହୁନି, ସୁଷମା ସାକ୍ସେନାର ହୃଦୟ ନେଇ ଆପଣଙ୍କୁ ଆଉଥରେ ଅନୁରୋଧ କରୁଛି, ଆପଣ ଏ ନର୍କଠାରୁ ନିଶ୍ଚୟ ଦୂରରେ ରହିବେ। ଏଇ ସାନ୍ତ୍ଵନା ନେଇ ମୁଁ ଆଶ୍ଵସ୍ତ ହେଉଥିବି-ମୁଁ ଜଣକୁ ଜଳାଇ ନାହିଁ ବରଂ ତାଙ୍କ ହାତଧରି ଭଲବାଟରେ ଚାଲିବାକୁ କହିଛି, ଆଉ ସେ ମୋ' କଥା ରଖିଛନ୍ତି। ତା'ପରେ ସେ ଘଣ୍ଟାକୁ ଚାହିଁ କହିଲା-ଅନେକ ବେଳ ହୋଇଯାଇଛି। ଆପଣଙ୍କର ଅନେକ ସମୟ ନଷ୍ଟ କରିଛି-କ୍ଷମା ଦେବେ। ମୁଁ ଉଠୁ ଉଠୁ ସେ କହିଲା-ମି: ମହାନ୍ତି କିଛି କହିବେ? ମୋର ଆଉ ଗୋଟିଏ ଅନୁରୋଧ କହୁ କହୁ ସେ ଡ୍ର ରୁ ଚେକ୍ ବହି କାଢ଼ି ଗୋଟିଏ ଚେକ୍ ମୋ' ହାତକୁ ବଢ଼ାଇ ଦେଲା। ଦେଖିଲି ଗୋଟିଏ ପଚାଶ ହଜାର ଟଙ୍କାର ଚେକ୍। ଅଶ୍ଚର୍ଯ୍ୟ ହୋଇ ପଚାରିଲି-ମୋତେ ଦେଉଛନ୍ତି? ଆପଣଙ୍କୁ ଦେଉନି। ଦେଉଛି ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ହାତରେ ଏହାର ସଦ୍ବ୍ୟବହାର ପାଇଁ। ସଦ୍ବ୍ୟବହାର? ହଁ, ଯଦି ଏ କୁଅର୍ଜିତ ଧନ କୌଣସି ମହତ୍ କାର୍ଯ୍ୟରେ ଲାଗିପାରେ ତା'ହେଲେ ମୁଁ ଅନ୍ତତଃ କିଛି ପରିମାଣରେ ଶାନ୍ତି ପାଇବି। ଦେଖନ୍ତୁ ରୁବି ଦେବୀ। ସବୁଦିନ ଆପଣଙ୍କର ଏ ରୂପ ଯୌବନ ନ ଥିବ ଓ ସବୁଦିନ ଏମିତି ରୋଜଗାର ବି ହେବନାହିଁ।